କିନ୍ତୁ ପିଅରସନ୍ଟା ଭାରି ଏକଜିଦିଆ। ଚର୍ଚ୍ଚର ଝରକା କଡ଼କୁ ଗୋଟାଏ ବିରକ୍ତ ଭୃକୁଟି ହାଣି କରି ଚାହିଁରହିଲେ ମାକେଂଜି। କ୍ଷଣିକ ପାଇଁ ପୁଣି ପରେ ଦୃଷ୍ଟି ଫେରାଇ କହିଉଠିଲେ ସେ। -ଗୋଟିଏ କାମ କରିବାକୁ ହେବ ବୁଝିଲ ସର୍ଦ୍ଦାର। ଯେତେ ଟଙ୍କା ଯେତେ ସୁନା ଚାହଁ ଦିଆଯିବ। ଗାଇଦିଲି ଓ ନାଁ ଶୁଣିଚ ତ। ହୁଁ ହୁଁ, ପାହାଡ଼ୀ ମଣିଷ ଗୁଡ଼ାକ ମୁଣ୍ଡ ହଲେଇ ହଁ ମାରିଲେ। ଏଇ ଗାଇଦିଲିଓ ଗୋଟାଏ ଡାହାଣୀ। ତୁମମାନଙ୍କ ବସ୍ତିରେ ଏଇ କଥାଟା ପ୍ରଚାର କରିଦେବାକୁ ପଡ଼ିବ। -ଡାହାଣୀ କିଏ, ଗାଇଦିଲିଓ? କଣ କହିଲୁ? ସେଦିନ ମୋ ପୁଅଟାକୁ ଆଙ୍ଗାମୀ ସର୍ଦ୍ଦାରମାନେ ସୁଚେନ୍ୟୁରେ ହାଣି ପକାଇଥିଲେ। ତାମୁନ୍ୟୁ କହିଲେ ଇଏ ଆଉ ବଞ୍ଚବନି। ଏଇ ଗାଇଦିଲିଓ ଛୁଇଁଦେଲା ମାତ୍ରେ ବଞ୍ଚିଉଠିଲା ସେ। ତାକୁ ତୁ ଡାହାଣୀ କହୁଛୁ? ତୋ ପାଖକୁ ଆଉ କେବେ ଆସିବୁନି। କ୍ରସ ଆଙ୍କିବୁନି। ରଡ଼ି ଛାଡ଼ି ଚାଲିଗଲେ ସର୍ଦ୍ଦାରମାନେ। ମାକେଞ୍ଜିର ମସ୍ତ ମନଟା ଯେମିତି ଭାରସାମ୍ୟ ହରେଇ ବସିଲା। ନିରାକାର ଅନ୍ଧକାର ଭିତରେ ଲିଭିଯାଇଚି ତାଙ୍କର ଚେତନା। ଜୀବନରେ ଏଭଳି ନିରୁପାୟ ମନେ କରି ନ ଥିଲେ ସେ ନିଜକୁ। ସହସା ପାଦତଳ କିନାରାରୁ କେତୋଟି ଗଳା ଶବ୍ଦ ବୁଦ୍ ବୁଦ୍ ଭଳି ଫୁଟି ବାହାରି ଆସିଲା। ସେମାନଙ୍କ ମଧ୍ୟରେ ଅଛି କୁକୀ ସର୍ଦ୍ଦାର। ତା ଛାଡ଼ି ଦଳପତି ମଧ୍ୟ। ଆଉରି ଅଛି ସାଲୁୟାଲାଙ୍ଗ ଗ୍ରାମର ବୁଢ଼ା ସର୍ଦ୍ଦାର। ଫାଦର। ଆମେ ତୁମର ନିମକ ଖାଇଚୁ, ଆମେ ତୁମର ନିମକହାରାମି କରିପାରିବୁ ନାହିଁ। ଗାଇଦିଲିଓ ଡାହାଣୀ ବୋଲି ଆମେ ପ୍ରଚାର କରିବୁ, କିନ୍ତୁ ଆମକୁ ବହୁତ ଟଙ୍କା ଦେବାକୁ ପଡ଼ିବ। -ଦେବି, ନିଶ୍ଚୟ ଦେବି, ଗୋଟାଏ ଅବଲମ୍ବନ ପାଇଚନ୍ତି ମାକେଞ୍ଜି। ଗୋଟାଏ ଆଶ୍ରୟ। ଏହି ଆଶ୍ରୟ ଉପରେ ଠିଆହୋଇ ସେ ଗୋଟାଏ ଭେଲିକି ଦେଖାଇ ଦେବେ। ତୁମେମାନେ ଯାହା ଚାହିଁବ ସବୁ ଦେବି। ସାଲୁୟାଲାଙ୍ଗ ଗ୍ରାମର ସର୍ଦ୍ଦାର କହିଲା-ଫାଦର। ଆମ ବସ୍ତିର କେମଲୀକୁ କେଲୁରୀ ବସ୍ତିର ଲୋକେ ବାନ୍ଧି ରଖିଛନ୍ତି -ତାକୁ ଫେରିପାଇବାକୁ ଆମେ ଚାହୁଁ। -ଠିକ୍ ଅଛି, ସବୁ ବ୍ୟବସ୍ଥା କରିଦେବି। ଦରକାର ହେଲେ କୋହିମା ସହରରୁ ସବୁ ବନ୍ଧୁକ ନେଇ କେଲୁରୀ ବସ୍ତିରେ ଜମା କରିଦେବି ଏକାବେଳକେ। ବିଚିତ୍ର ଉଲ୍ଲାସରେ ସାଲୁୟାଲାଙ୍ଗ ଗ୍ରାମର ସର୍ଦ୍ଦାରର ଆଖି ଦୁଇଟା ଜଳି ଉଠିଲା ସେଦିନ-। କୋହିମା। ସମତଳଠାରୁ ବହୁ, ବହୁ ଉଚ୍ଚରେ ପାହାଡ଼ୀ ସହର। ପଥରର ସୋପାନେ ଚଢ଼ା ଉଠାର ଫାଙ୍କେ ଫାଙ୍କେ କେତୋଟି ବୋଲି ଘର। ପାହାଡ଼ୀ ମରାଳ ଭଳି ବଙ୍କାଟଙ୍କା ପଥଲେଖା ଉଠିଯାଇଚି ଉପରକୁ-ସମୁଦ୍ରର ନିଶ୍ଚଳ ଢେଉଭଳି ନଇଁଆସିଚି ତଳକୁ ଠିକ୍ ଗୋଟାଏ ଦୋଳା ଭଳି। ପାଇନ ଓ ଓକ୍ ଗଛ ଉପରେ ମୁକୁଟ ଭଳି ଛୋଟ ଛୋଟ ଘର ଦେଖି ଦେଖି ଚାଲିଛନ୍ତି ସାରୁୟାମାରୁ ଓ ସେଙ୍ଗାଇ। ସେଙ୍ଗାଇର ଦୁଇ ଆଖିରେ ମୁଗ୍ଧ ବିସ୍ମୟ। ଛୋଟ ପାହାଡ଼ୀ ସହର ଏହି କୋହିମା। ନାଗା ପାହାଡ଼ର କେନ୍ଦ୍ର ବିନ୍ଦୁ। ସମତଳ ପ୍ରଦେଶରୁ ବାଣିଜ୍ୟପ୍ରସାର ମେଲି ବସିଛନ୍ତି ବଙ୍ଗାଳୀ, ଆସାମୀ, ମାରୁଆଡ଼ି। ଆସିଛନ୍ତି ଗୁଜୁରାଟୀ ଆଉ ଭୁଟିୟା। ନାନା ସଂଭାର, ମନୋହରଣ ସାମଗ୍ରୀରେ ନାନା ରଙ୍ଗର ଆୟୋଜନ। ଆଖପାଖ ପାହାଡ଼ରୁ ଶୁଖିଲା ମରିଚ, ଅନାରସ ଏବଂ ପାହାଡ଼ୀ ଆପେଲ ନେଇ ବଜାର ଖୋଲା। ଆହୁରି ଦଳେ ଅସ୍ଥାୟୀ ବଜାର ମେଲେଇ ବସିଛନ୍ତି କୁକୀମାନେ। ଆସିଛନ୍ତି ମିକେରୀ, ମଣିପୁରୀମାନେ। ଏହି ବାଣିଜ୍ୟ ମେଳାରୁ କେହି ନିଜକୁ ବାଦ ଦେଇ। ନାହାନ୍ତି। କାଚର କଙ୍କଣ, ଲବଣ, ଚାଉଳ ବୋଝେଇ ହୋଇ ମଣିପୁର ଷ୍ଟେସନଠାରୁ ଧାଡ଼ି ଲମ୍ବିଚି ଟ୍ରକ ଗୁଡ଼ିକ। ବାଘଛାଲ, ହରିଣଶିଙ୍ଗ, କସ୍ତୁରୀ, ଓକ ଓ ପାଇନ କାଠ, କମଳା ଓ ନାନା ପ୍ରକାର ବନଜ ଫଳ-ନାନା ପଣ୍ୟଭାରରେ ବୋଝେଇ ହୋଇ ରେଳଷ୍ଟେସନକୁ ଚାଲିଚି ଟ୍ରକ ଶୋଭାଯାତ୍ରା-। ଦୋକାନ ପସରାର ଜଟିଳତାକୁ ପଛରେ ପକାଇ ମାଧୋଲାଲର ଦୋକାନରେ ବସିଲେ ଆସି ସେଙ୍ଗାଇ ଓ ସାରୁୟାମାରୁ। ମାଧୋଲାଲ କହିଲା କିରେ ସାରୁୟାମାରୁ-ତୁ ତ ଆଜିକାଲି କାହିଁକି ଆସୁନୁ ଲୁଣ ନେବାକୁ? ହେଲା କ'ଣ? ତୋ ବାପା ଓ ଜେଜେବାପା ସମସ୍ତେ ଥିଲେ ମୋର ଖରିଦ୍ଦାର। କିଛି ନ କହି ଚୁପ୍ ରହିଲା ସାରୁୟାମାରୁ। କିରେ, କିଛି କହୁନୁ ଯେ। ଅନ୍ତରଙ୍ଗ ଭଙ୍ଗୀରେ ସାମନାରେ ଛିଡ଼ାହେଲା ମାଧୋଲାଲ। ଆଜିକାଲି ଏଇ ଫାଦର ଲୁଣ ଦେଉଚି, ସେଇଥିଲାଗି ଆଉ ଆସୁନି। ରାମ,ରାମ, ଫାଦର! ସେ ପୁଣି ଲୁଣ ଦେଉଚି? ଆଚ୍ଛା, ଲୁଣ ବଦଳରେ ତୁମେ କଣ ଦେଉଚ?